ମହାଜ୍ଞାନୀ ସେ। କେତେବେଳେ ଅକାଳେ ସକାଳେ ବିପଦ ପଡ଼ିଲେ ସେଇ ତ ସାହା ଭରସା। ': ସାହା ଭରସା? ବୁଝିଲ ରାମଶରଣ, ତମ ମୁଣ୍ଡ ପୂରା ବିଗିଡ଼ିଗଲାଣି। କାନ୍ଦୁଲିପଡ଼ାରେ ସାତ ଆଠ ବର୍ଷ ରହି ତମେ ପୂରା ଜଙ୍ଗଲୀ ପାଲଟିଗଲଣି! ଅଭିଷେକର କଥାଗୁଡ଼ିକ ଖୁବ୍ ଟାଣ ଥିଲା। ରାମଶରଣ ଆଉ କିଛି ନ କହି। କାନମୁଣ୍ଡା ଆଉଁଶି ଆଉଁଶି ଚାଲିଗଲା। ତାର ଯିବାରାସ୍ତାକୁ ଚାହିଁ ଦୁହେଁ ହସିଲେ। କଲ୍ୟାଣୀ କହିଲା, "ପିଲାଟାଏ ଠିକ୍ କରିବାକୁ କହୁଥିଲି। ବାସନକୁସନ ଧୋଇବା ଓ ଲୁଗାପଟା ସଫା କରିବା କାମତକ ସେ କରିଦେଲେ ମୁଁ ବାକିତକ ସମ୍ଭାଳନ୍ତି। ଭିଡ଼ କାମ ପାରୁନାହିଁ-। " ଅଭିଷେକ ଉଠିଯାଇ କଲ୍ୟାଣୀର ପେଟ ଉପରେ କାନ ଡେରି ମୁଣ୍ଡ ଥୋଇଲା। ସେ କଲ୍ୟାଣୀର ମୁଣ୍ଡ ଆଉଁଶି ଦେଇ କହିଲା, "ଜାଣିଗଲି, ସମସ୍ୟାଟା ବିଷୟରେ ମୋତେ ଆଗରୁ କହିବାର ଥିଲା। କାଲି ଯେମିତି ହେଉ କାହାକୁ ଠିକ୍ କରିବାକୁ ପଡ଼ିବ। " ପରଦିନ ରାମଶରଣ କ୍ଷୀର ନେଇ ଆସିଲାବେଳେ ଅଭିଷେକ କହିଲା, "ପିଲାଟାଏ ଯୋଗାଡ଼ କର। " ରାମଶରଣ କହିଲା, "ଯେତେଦିନ ଯାଏ ପିଲାଟିଏ ଠିକ୍ ନ ହେଇଛି ତା ଝିଅ ଆସି ବୋଲହାକ କରିଦେବ। " କଲ୍ୟାଣୀ ରାମଶରଣ ଉପରେ ଖୁସି ହେଲା। ଅଭିଷେକ ପଚାରିଲା, "ସେ କାଳିଶୀ ଗଲାଣି ନା ନାହିଁ? " ରାମଶରଣ ହସିଲା। କାଳିଶୀ କାଲିଠୁ ଛାଡ଼ି ଚାଲିଯାଇଛି। ତାନ୍ତ୍ରିକ ମହାରାଜ ଥାଉ ଥାଉ ଏ ଗାଆଁରେ କଣ ସେ ରହି ପାରିବ? ତାନ୍ତ୍ରିକ ସମସ୍ତଙ୍କୁ ବିଦା କରିଦେଇ ଡାଆଣୀକୁ ଭିତରକୁ ନେଇଗଲେ। ବାହାରେ ଧୂପଝୁଣା ଦିଆଯାଉଛି, ବାଜା ବାଜୁଛି। ରାତି ଅଧବେଳକୁ କାଳିଶୀ ଛାଡ଼ିକି ଗଲା। ସମସ୍ତେ ଗାଧୋଇ ପାଧୋଇ ଘରକୁ ଫେରିଲେ। ତାନ୍ତ୍ରିକ କଥା ଶୁଣିଲାବେଳେ ଅଭିଷେକ କଲ୍ୟାଣୀକୁ ଚାହୁଁଥିଲା। ତା ଇସାରାର ଅର୍ଥ ବି ବୁଝୁଥିଲା କଲ୍ୟାଣୀ। ରାମଶରଣର ଝିଅର ନାଆଁ କୁସେଇ। ରାମଶରଣ ଦେଖିବାକୁ ଯେତିକି ଅସୁନ୍ଦର କୁସେଇ ସେତିକି ସୁନ୍ଦର। କଲ୍ୟାଣୀ କହେ, କୁସେଇ ତା ମା ମୁହଁ ନେଇ ଆସିଛି। ବାର ବର୍ଷର କୁସେଇ କାମ କଲାବେଳେ ଅଭିଷେକ ଓ କଲ୍ୟାଣୀ ଦୁହେଁ ଲକ୍ଷ୍ୟ କରନ୍ତି-। କେଡ଼େ ସୁଧାର ପିଲାଟେ! କୁସେଇ ପାଇଁ ଭଲ ପୋଷାକ ମଗେଇ ଦିଏ କଲ୍ୟାଣୀ। ତାର ଚୁଟି ବାନ୍ଧି ଦେଇ ବେଣୀ ବାଗେଇ ଦିଏ। କୁସେଇର ଚେହେରା ସାଙ୍ଗକୁ ସଫା ବେଶପୋଷାକ ଦେଖିଲେ କେହି ତାକୁ ଗରିବ ଘରର ଝିଅ କହିବ ନାହିଁ। ଏଣିକି ଅଭିଷେକ ନ ଥିବା ସମୟତକ କଲ୍ୟାଣୀ ପାଇଁ ଆଉ ଅଟକି ରହେ ନାହିଁ। କୁସେଇ ସାଙ୍ଗରେ ଗପୁ ଗପୁ ବେଳ ବିତିଯାଏ। ବେଳେବେଳେ ରାମଶରଣ ଆସେ, ତା ସ୍ତ୍ରୀ ବି ଆସେ। କଲ୍ୟାଣୀ ସେମାନଙ୍କ ହାତରେ ପନିପରିବା, ଚିନି, ତେଲ ନହେଲେ ତରକାରି ପଠେଇ ଦିଏ। ଶନିବାର ଅପରାହ୍ଣ। ଦପ୍ତରରେ ବେଶୀ କାମ ନାହିଁ। କଲ୍ୟାଣୀର ଡେଲିଭରି ତାରିଖ ପାଖେଇ ଆସୁଛି। ଶୀଘ୍ର ଫେରିବ ବୋଲି ଅଭିଷେକ ଚଉକୀ ହଟେଇ ଉଠି ଠିଆହେଲା। ତା ଦେଖାଦେଖି ପିଅନଟି ବି ଛିଡ଼ାହେଲା, ଝରକା ଓ କବାଟ ବନ୍ଦ କରିବ। ଠିକ୍ ସେତିକିବେଳେ ହିଁ ରାମଶରଣ ଝଡ଼ ପରି ଆସି ପହଞ୍ଚିଲା। ସେ ଏତେ ଧଇଁସଇଁ ହୋଇ ପଡ଼ିଥିଲା ଯେ ତା ପାଟିରୁ କଥା ବାହାରୁ ନଥିଲା। ଯେତେଥର କିଛି କହିବାକୁ ଚେଷ୍ଟା କରୁଥିଲା, ସେତେଥର ସେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲା। ଅଭିଷେକ ରାମଶରଣର ଅବସ୍ଥା ଦେଖି ଆତଙ୍କିତ ହୋଇପଡ଼ିଲା। ତାକୁ ପାଣି ପିଇବାକୁ ଦେଇ କହିଲା, 'ବେଞ୍ଚ ଉପରେ କିଛି ସମୟ ବସ। ତାପରେ ଯାହା କହିବାର କହିବ। ' ରାମଶରଣ ଆଖିରେ ଲୁହ, ସେ ଗୋଟାଏ ମୁହୂର୍ତ୍ତ ନଷ୍ଟ କରିପାରିବ ନାହିଁ।: କଣ ହେଇଛି ରାମଶରଣ?: ସା-ପ, କୁ-ସେ-ଇ। ଅଭିଷେକ ମଧ୍ୟ ସମୟ ନଷ୍ଟ କରିବାକୁ ଚାହୁଁନଥିଲା। ରାମଶରଣ ଓ ସେ ଦୁହେଁ ଜିପରେ ବସିଲେ। ଅଭିଷେକ ପହଞ୍ଚିବା ବେଳକୁ ଗାଁ ଲୋକମାନେ କୁସେଇକୁ ଠାକୁରାଣୀ ମନ୍ଦିରକୁ ନେଇ ସାରିଥିଲେ। ଅଭିଷେକ କଲ୍ୟାଣୀ ଉପରେ ପ୍ରଚଣ୍ଡ ଭାବେ ଚିଡ଼ି ଉଠିଲା। 'ପାଠଶାଠ ପଢ଼ି ମଧ୍ୟ ତମେ ବୁଝେଇ ପାରିଲ ନାହିଁ, ସାପ କାମୁଡ଼ିଲେ ଡାକ୍ତରଙ୍କୁ ଦେଖାଇବାକୁ ପଡ଼େ। ଠାକୁରାଣୀ କଣ କରିବେ? ' କଲ୍ୟାଣୀ ପ୍ରଥମରୁ ବିଚଳିତ ଥିଲା। ଅଭିଷେକର ଭର୍ତ୍ସନା ତାକୁ ଆହୁରି କଷ୍ଟ ଦେଲା। ସେ କେମିତି ବୁଝେଇବ ଯେ ତା'ର ସବୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଲୋକମାନେ କୁସେଇକୁ ଠାକୁରାଣୀ ବେଢ଼ାକୁ ନେଇ ଗଲେ।